ଭଜକୃଷ୍ଣ ଅବା ତାହାର ବ୍ୟତିକ୍ରମ ହୁଅନ୍ତା କେମିତି? ବାବୁଙ୍କର ପଦପଦବୀ ସବୁ ଥିଲା। ସେ ଗରିବରୁ ଆରମ୍ଭ ହେଇଥିଲେ ବୋଲି ତାଙ୍କର ମନରେ ଗରିବ ପାଇଁ ଗୋଟାଏ ଟଣକ ଥିଲା। ସବୁଠାରେ ସେଇଆ- ମନ୍ତ୍ରୀ ଯଦି ଓଡ଼ିଆ ହେଇ ଅଣ-ଓଡ଼ିଆ ବିଭା ହେଇଥାନ୍ତି ତାହାହେଲେ ଓଡ଼ିଆ-ପ୍ରୀତି ଭିତରେ ଅନେକ ଅଣ-ଓଡ଼ିଆ ଥାଇତା ହୋଇଯାନ୍ତି। ମନ୍ତ୍ରୀ ଯଦି ଓଡ଼ିଆ ଓ ଅଣ-ଓଡ଼ିଆର ରକ୍ତରୁ ଜନ୍ମ ହୋଇ ଅଖିଳ-ଭାରତୀୟ ଜନ୍ମ ପାଇଥାନ୍ତି ତାହାହେଲେ ସେହିପରି ଯେଉଁମାନେ ମିଶ୍ର ବା ମିଶ୍ରିତ ତାଙ୍କର ସୁବିଧା ହେଇଯାଏ। ଯିଏ ଯାହା ସେ ସେଇଆ ଖୋଜେ। ମଦ ଖାଉଥିଲେ ମଦଟି ପ୍ରତି ଘୃଣା ନ ଥାଏ। ଅସତ ଲୋକ ହୋଇଥିଲେ ସେ ଅସତ ଲୋକଙ୍କୁ ସାହା ହେଇଥାଏ। ଇଏ ହେଉଛି ସଂସାରର ଲୀଳା। ହିନ୍ଦୁ, ମୁସଲମାନ, ରାମଜନ-ହରିଜନ-ଗିରିଜନ, ମାହାନ୍ତି-ମୁଣ୍ଡା-ମିଶ୍ର ସବୁ ପ୍ରକାରର ସାଧା କି ଖେଚୁଡ଼ିରେ ଏଇଟା ହେଲା ସାରତତ୍ତ୍ୱ-ତୁମେ ଯେମିତି ମୁଁ ସେମିତି। ଆମେମାନେ ଅଲଗା ଦଳର ଏକଦଳିଆ ଲୋକ। ସେମିତି ଭଜକୃଷ୍ଣ ଗରିବ ଆଉ ମେଧାବୀ ବୋଲି ସେଠି ସେହି ଘରେ ଘରୋଇ ମାଷ୍ଟ୍ର ହେଇଥିଲା-ଘରଣୀଙ୍କର ଜ୍ଞାନ ବଢ଼ାଇବାକୁ। ସେ ଅସାଧାରଣ, ସାଧାରଣ ଜ୍ଞାନ ଓ ରୂପ ନେଇ ତାଙ୍କର ଗରିବିଆନିକୁ ଗୋଇଠା ମାରି ମଟର କୋଠା ଓ ଟଙ୍କାଥାଳି ପାଖକୁ ଆସିଥିଲେ। ବୁଦ୍ଧି ସାଙ୍ଗରେ ପାଠ ମିଶିଲେ ଜୀବନ ସୁନ୍ଦର ହେବ। ସେଥିପାଇଁ ଭଜକୃଷ୍ଣକୁ ଅଂଶ ଗ୍ରହଣ କରିବାର ସୁବିଧା ମିଳିଥିଲା। ସେଥିରେ ଆଚମ୍ବିତ ହେବାର କିଛି ନାହିଁ। ଏମିତି ଅକସ୍ମାତ୍ ଅନେକ କଥା ମିଳେ। ଭଲ ମିଳିଲେ କୁହାଯାଏ ସୌଭାଗ୍ୟ-ଖରାପ ମିଳିଲେ କହିଥାଉ ଦୁର୍ଘଟଣା। -ତୁମର କ'ଣ ହେଲା? -ମୋ'ପାଇଁ ଭାଇ ସେଇଟା ହେଲା ଆଶୀର୍ବାଦ। ନା, ଆଶୀର୍ବାଦ ନୁହେଁ ଅଭିଶାପ। ନାହିଁ, ହେଲାନାହିଁ। ସେଇଟା ହେଲା ଅଭିଶପ୍ତ ଆଶୀର୍ବାଦ। କାରଣ ଆଜି ମୁଁ ମୋରି ପରି ଜଣେ ସାଥୀ ରମାକାନ୍ତକୁ ମନର ଗୋପନ କଥାକୁ କହୁଛି। -କିଏ ସେ? -ସେତିକି ଭାଇ ଗୋପନୀୟ। ସେହି ନାମରୁ କ'ଣ ମିଳିବ? ଏମିତି ଅସଂଖ୍ୟ ପଥର ଓ ମାଟିର ମୂର୍ତ୍ତିକୁ ଆମେ ପୂଜା କରୁଛୁ। ନାମ ଜାଣିଲେ ସେହି ଠାକୁରଙ୍କର ମହିମା ପ୍ରକାଶ ପାଇବ-। ଏଠି ନାମଟା ବିପଦର କାରଣ ହେବ। ଅନ୍ତତଃ ଆମେ କଥାଟି ଜାଣିବା। ନାମ ମଧ୍ୟ ଖୋଜିଲେ ଯେ କେହି ପାଇ ପାରିବ। -ମୁଁ ତାକୁ ଡାକେ ମାନସୀ-ମାନମୟୀ ବୋଲି। ଏଇଟା ଆମ ଭିତରର ଗୋପନ ଅଂଶ-। ସେ ମତେ ଡାକେ ନଟବର ବୋଲି। ସମସ୍ତଙ୍କର ଅଲକ୍ଷ୍ୟରେ ଏମିତି କଥା ପଡ଼େ-ନଟବର କ'ଣ କରିବ? ମାନମୟୀ କ'ଣ ଭାବୁଛି? ଶୀଘ୍ର ଶୀଘ୍ର କଥା କହିବା ପାଇଁ ନଟବରରୁ ନଟ ଓ ନଟରୁ 'ନ' ହେଇଗଲା। ମାନମୟୀ ସେମିତି ମାନ ହେଇ ଖାଲି 'ମ' ହୋଇଗଲା। ୟା'ର ନାଁ ଆମେ ଦେଇଥିଲୁ ବ୍ୟାକରଣ ତ-ବର୍ଗ ଓ ପ-ବର୍ଗ ପାଠ-ପଞ୍ଚମ ଅକ୍ଷର। -ଇଏ ତ ଭଜକୃଷ୍ଣ ଗୋଟାଏ ଉପନ୍ୟାସ? -ମଣିଷ ଚାହେଁ ଯେ ତାହାର ଜୀବନଟା ଉପନ୍ୟାସ କି ନାଟକର ଛଟାରେ ଲେଖି ଦେଇଯାଉ। ଉପନ୍ୟାସ ଓ ନାଟକ ଲେଖିବା ଲୋକଗୁଡ଼ାକ ହେଲେ ନକଲ କରୁଥିବା ଶ୍ରମିକ; କିନ୍ତୁ ନାୟକ ଓ ନାୟିକା ହେଉଛନ୍ତି ପ୍ରକୃତ ଉପନ୍ୟାସ ଓ ନାଟକ। ଏଠି ଗୋଟାଏ ଥିଲା ଅନାହାରୀ ଦର-ପାକଲା କଲେଜ ଛାତ୍ର। ଆରଟି ଥିଲା ବିଳାସ-ବିହାରିଣୀ ପୂରା ପାଚିଲା ବାବୁଆଣୀ। ଜଣକର ସାଧାରଣ ଜ୍ଞାନ ଯେତିକି ଊଣାଥିଲା ଆରଟିର ପୋଥିଲେଖା ଜ୍ଞାନ ସେତିକି ଊଣା ଥିଲା। ସେହି ପରସ୍ପର ଅଭାବ ଥିଲା ନ ଓ ମ ଭିତରେ ଫାଶ ଅବା ପୋଲିଆ ବା ଶିଙ୍କୁଳି-ଯାହା ଯେମିତି ଇଚ୍ଛା ଭାବିପାର। ଗୁଡ଼ାଏ କଥାରେ ଲାଭ ନାହିଁ। ମୋର ବେଶ ପୋଷାକର ଅଭାବ ଓ କଲେଜ ଅଧ୍ୟକ୍ଷଙ୍କର ସୁପାରିଶ ମତେ ସେଇଠି ପହଞ୍ଚାଇ ଦେଲା। ସେତେବେଳେ ତମ ସାଙ୍ଗରେ ଆଳାପ ନ ଥିଲା। କିଏ ଅବା କାହିଁକି ବୁଝିବ ଏଇ ଛୋଟିଆ କାମର ରୂପ ରେଖ। ଯଦି ତା'ପରେ ମୁଁ ବାସନାତେଲ, ଅତର ମାରି ମଠାଲୁଗା ପିନ୍ଧି ବୁଲିଥାନ୍ତି, ତାହାହେଲେ ଅବା କାହାର ଦୃଷ୍ଟିରେ ପଡ଼ନ୍ତି; କିନ୍ତୁ ଯାହା ଥିଲା ସେଇଆ ରହିଲେ ଆଉ କାହାରି ଆଖି ତମ ଉପରେ ପଡ଼ିବ ନାହିଁ। ଏତକ ହେଉଛି ଶତ୍ରୁ ଊଣା କରିବାର କୌଶଳ। ପ୍ରଥମ ଦେଖାରୁ ମାନମୟୀର କରୁଣା ହେଇଥିଲା ମୋ ଉପରେ। -ନିସ୍ୱ ନ ହେଲେ କେହି ଦୁନିଆର ଦରବାରରେ କରୁଣାର ଭାଜନ ହୁଏ ନାହିଁ। ଏଇ ସଂସାରରେ କେବଳ ଦୁଇଟି ଶ୍ରେଣୀ-ବୀର ଓ ନିସ୍ୱ।